ପରିଜାଙ୍କର ଏସବୁ ଦର୍ଶନକୁ ତନ୍ମ ତନ୍ମ କରି ଲକ୍ଷ୍ୟ କରିଛି ଚନ୍ଦ୍ରାବତୀ। ସେଇଥିପାଇଁ ମନପ୍ରାଣ ଢାଳି ସେ ଚାହିଁଛି ହେବାକୁ ସେବିକା। ଡାକ୍ତର ପରିଜା ମଧ୍ୟ ତାକୁ ଏ ଦିଗରେ ଦେଇଛନ୍ତି ଅପାର ସ୍ୱାଧୀନତା। ଯେ କୌଣସି ସାଂଘାତିକ ରୋଗୀକୁ ଦେଖିଲେ ଡାକ୍ତର ପରିଜା ସ୍ୱତନ୍ତ୍ର ଭାବେ ଡ଼ାକନ୍ତି ଚନ୍ଦ୍ରାବତୀକୁ। ପାଖରେ ବସାଇ ବୁଝାଇଲା ଭଳି କହନ୍ତି-''ପାରିବ ଚନ୍ଦ୍ରାବତୀ! ଏ ରୋଗୀର ଦାୟିତ୍ୱ ନିଜେ ବହନ କରି ପାରିବ? ଜୀବନ ବଦଳରେ ସେ ଉପଯୁକ୍ତ ଅର୍ଥ ଦେଇ ପାରିବନି ସତ ହେଲେ ସ୍ନେହ ଦେବ ନିଶ୍ଚୟ। '' ସାଦରରେ ସବୁ ଦାୟିତ୍ୱ ଗ୍ରହଣ କରେ ଚନ୍ଦ୍ରାବତୀ। ତା'ପରେ ପିଠିରେ ହାତ ମାରି ଡାକ୍ତର ପରିଜା କହନ୍ତି-ମୋର ଦୃଢ଼ ବିଶ୍ୱାସ ତୁମେ ନିଶ୍ଚୟ ରୋଗୀ ମନରେ ସାହସ ଦେଇ ପାରିବ ବଳ ଦେଇ ପାରିବ ରୋଗୀକୁ ଆରୋଗ୍ୟ କରି ପାରିବ। ରୋଗୀର ଜୀବନ ଫେରାଇ ଆଣି ପାରିବ। ଗର୍ବୀତ ହୋଇ ଫୁଲିଉଠେ ଚନ୍ଦ୍ରାବତୀ ଜୀବନ ଖଟେଇ ପରିଶ୍ରମ କରେ ସେ ରାତି ରାତି ଅନିଦ୍ରା ହୋଇ ସେ ବସିରହେ ରୋଗୀର ବିଛଣା କଡ଼ରେ। ସେହି ହୁଏ ତା ଜୀବନର ପରିପୂର୍ଣ୍ଣ ଆନନ୍ଦ। ସନ୍ତୁଷ୍ଟ ହୁଅନ୍ତି ଡାକ୍ତର ପରିଜା କେବେ କେମିତି ଅର୍ଦ୍ଧରାତ୍ରିରେ ନିଜର ନିର୍ଜନ କୋଠରୀକୁ ଫେରେ ଚନ୍ଦ୍ରାବତୀ। ଇଲେକ୍ଟ୍ରି ସୁଇଚ୍ ଟିପି ଶୋଇବାକୁ ଚେଷ୍ଟାକରେ ସେ କିନ୍ତୁ ନିଦ ଆସେନି। ମନକୁ ବିଷାକ୍ତ କରି ଖେଳିଯାଏ ହେମକାନ୍ତର ବିଷ। ଦୋହଲି ଉଠେ ଚନ୍ଦ୍ରାବତୀର ହୃଦୟ ଅନେକ କଥା ଭାବିବସେ ସେ। ତେବେ କ'ଣ ହେମକାନ୍ତ ଆଉ ପଚାରିବେନି? ସବୁଦିନ ପାଇଁ କେବଳ ପର ହୋଇ ରହିଯିବେ? ନାଁ ନାଁ ହେମକାନ୍ତ ପର ହୋଇ ନ ପାରନ୍ତି ସେ ଦୂରେଇ ଦିଅନ୍ତୁ ପଛକେ ସେ ହତାଦର କରନ୍ତୁ ପଛକେ ସେହି ହିଁ କେବଳ ମନର ମଣିଷ ସପନର ମଣିଷ। ଚିନ୍ତାକରେ ଚନ୍ଦ୍ରାବତୀ ଅଧ୍ୟାପକ ହେମକାନ୍ତ ନିକଟକୁ ଯାଇ ନିଜ ଦୋଷର କ୍ଷମା ମାଗି ନେବି ମୁଁ। ସେ କ'ଣ କ୍ଷମା ଦେବେନି? ସେ କ'ଣ ଗ୍ରହଣ କରିବେନି? ସେ କ'ଣ ଆଦର କରିବେନି? ସେ କ'ଣ ନିଜର କରିବେନି? ନାଁ ନାଁ ହେମକାନ୍ତ ଅଧ୍ୟାପକ। ସମାଜରେ ତାଙ୍କର ସମ୍ମାନ ଅଛି। ପଦବୀ ଅଛି ଆଭିଜାତ୍ୟ ଅଛି-ସୃଷ୍ଟି ଛଡ଼ା ନର୍ସର କିଛି ନାହିଁ। ଆକାଶ କୁସୁମକୁ ହାତ ବଢ଼ାଇ ଲାଭନାହିଁ-। ଯେ ଯାଇଛି ସେ ଯାଉ। ଯିବା ଜିନିଷକୁ ବାନ୍ଧି ରଖି ହେବନାହିଁ ଧର ରଖି ହେବନାହିଁ- ପୁଣି ପ୍ରକୃତିସ୍ଥା ହୁଏ ଚନ୍ଦ୍ରାବତୀ ହେମକାନ୍ତ ନାହାନ୍ତି ଅଛି କେବଳ ତାଙ୍କ ଅତୀତ ସାନିଧ୍ୟର ଗନ୍ଧହୀନ ପୂର୍ବରାଗ। ସେହି ସାନିଧ୍ୟ ହିଁ ଆଜି ଆଘାତ ଦେଉଛି ଚନ୍ଦ୍ରାବତୀକୁ ଚନ୍ଦ୍ରାବତୀର ସମସ୍ତ ନାରୀତ୍ୱକୁ ଚନ୍ଦ୍ରାବତୀର ବିରାଟ ଭବିଷ୍ୟତକୁ। ଦିନ ଦିନ ଧରି ଏମିତି ନାନା କଳ୍ପନା ଜାଲରେ ଛନ୍ଦି ହୋଇପଡ଼େ ଚନ୍ଦ୍ରାବତୀ। ମନ ଗୋଳମାଳିଆ ହୁଏ। କଳ୍ପନା ମଙ୍ଗ ମୋଡ଼େ। କିନ୍ତୁ ଚନ୍ଦ୍ରାବତୀ। ମନ ଗୋଳମାଳିଆ ହୁଏ। କଳ୍ପନା ମଙ୍ଗ ମୋଡ଼େ। କିନ୍ତୁ ଚନ୍ଦ୍ରାବତୀ ଟିକେ ହେଲେ ବିଚ୍ୟୁତ ହୁଏନି ତା'ର କର୍ତ୍ତବ୍ୟ ପଥରୁ। ସେଦିନ ରାତି ସାରା ଅନିଦ୍ରା ହୋଇ ଗୋଟିଏ ରୋଗୀ ନିକଟରେ ବସି ବସି ବସାକୁ ଫେରିଛି ଚନ୍ଦ୍ରାବତୀ। ଠିକ୍ ଏମିତି ସମୟରେ ଚନ୍ଦ୍ରାବତୀର କୋଠରୀକୁ ଚାଲି ଚାଲି ପଶିଆସିଲେ ଡାକ୍ତର ପରିଜା। ହଠାତ୍ ସମ୍ମାନ ଦେଖାଇ ଠିଆ ହୋଇଗଲା ଚନ୍ଦ୍ରୀବତୀ-। ଛୋଟିଆ ଖଟିଆଟି ଉପରେ ବସି ପଡ଼ୁ ପଡ଼ୁ ଡାକ୍ତର ପରିଜା କହିଲେ ଗୋଟିଏ କରୁରୀ ଦରକାରରେ ତୁମ ନିକଟକୁ ଦୌଡ଼ି ଆସିଛି ଚନ୍ଦ୍ରାବତୀ। ମୋ କଥା ରଖି ପାରିବ? ଆଶ୍ଚର୍ଯ୍ୟ ହେଲା ଚନ୍ଦ୍ରାବତୀ! ଡାକ୍ତର ପରିଜାଙ୍କର ଆଜି ଏ କି ଅଭିନବ ଅନୁରୋଧ? ଅବଶ୍ୟ ସବୁଦିନ ପରିଜାଙ୍କ ନିର୍ଦେଶ ଅନୁରୋଧ ଭଳି ଆରମ୍ଭ ହୁଏ। କିନ୍ତୁ ସେ ଅନୁରୋଧ ତଳେ ଥାଏ କର୍ତ୍ତବ୍ୟର ଇସାରା। '' ଟିକେ ନିରାଶ ହେବାବେଳେ ପରିଜା କହିଲେ-''ମୁଁ ଜାଣେ ଚନ୍ଦ୍ରାବତୀ! ଏଇ ଦୀର୍ଘଦିନ ସେବା କରି କରି ତୁମେ କରକମ ଭୀଷଣ କ୍ଳାନ୍ତ। ଖାଇବା, ପିଇବା, ଶୋଇବାରେ ତୁମର ଠିକ୍ ଠିକଣା ନାହିଁ। ତଥାପି ମୁଁ ଅନୁରୋଧ ନେଇ ଆସିଛି।